ମାନମୟୀ କହିଥିଲା-କଲେଜରୁ ସିଧା ଚାଲି ଆସିଛନ୍ତି। ପାଦର ବଳାଗଣ୍ଠି କହି ଦେଉଛି। ଭୋକ ହେଉ ନାହିଁ? -ନା। -ମିଥ୍ୟାବାଦୀ। ନିର୍ଲଜଙ୍କ ପରି ଛଳନା କରି ମିଛ କହୁଛ। ମୁଁ ନିଜେ ଭୋକ କ'ଣ ଜାଣେ। କେଇଟା ମିଛ ଦିନକୁ କହୁଛ ଏଇ ପିଲାବେଳୁଁ? -ନା। -ନା, କ'ଣ? ହଁ, କହ। ସଂକୋଚରେ ମିଛ ବୋଲି କହ। ମାଗିବାକୁ ସରମ ଲାଗୁଛି ବୋଲି କହ। ପର ମଣିଷ ବୋଲି ଭାବୁଛି ବୋଲି କହ। ନ ହେଲେ ବଡ଼ଲୋକ ବୋଲି ଛଳନା କରୁଛି ବୋଲି କହ କ'ଣ ଖାଇଛ କଲେଜ ପରେ? -ନା। ମୁଁ ଅତି ଦୁଃଖୀ। -ସେଇ ଚାନ୍ଦ ମୁହଁଟି ହସି ଉଠିଥିଲା। ଏବେ ଯେ ବୁଝାଗଲା ଆପଣଙ୍କର ବିବେକ ଓ ବିଚାର ବୁଦ୍ଧି ମରି ନାହାନ୍ତି। ଆପଣଙ୍କ ମନ ଅପରର ସ୍ନେହ ଓ ଆଦରର ପ୍ରତିଧ୍ୱନି ଦେଇ ପାରୁଛି। ଏବେ ବି ଆପଣ ବଞ୍ଚିଛନ୍ତି। ମାନମୟୀର ବରାଦରେ ଜଳଖିଆ ଆସିଥିଲା। ମାଲିକର ଚଢ଼ା ଗଳାରେ ହୁକୁମ ଦେଇଥିଲା-ପ୍ରତିଦିନ ସାର୍ଙ୍କ ପାଇଁ ଯୋଗାଡ଼ ରଖିଥିବ, ମୁଁ କହିବା ଆଉ ତମମାନଙ୍କୁ ମନେ ପକାଇବା ଦରକାର ପଡ଼ିବ ନାହିଁ। ଖାଇବାବେଳେ ସେ ଆନମନା ହୋଇ ଝରକାକୁ ଚାହିଁ ରହିଥିଲା। -ପୋଡ଼ା ମନକୁ ଆଉଥରେ କଅଁଳ ମନ କରି ହେବ ନାହିଁ। ଭଜକୃଷ୍ଣ ସଚେତନ ହେଲାବେଳକୁ ମାନମୟୀ କହିଥିଲା-ବିରକ୍ତ ହେବାର କଥା। ବଳାତ୍କାର ଚର୍ଚ୍ଚା ମୋର ଗୋଟାଏ ବେମାରି। ଦୁଃଖ ଅଭାବ ସାଙ୍ଗରେ ସଢ଼ି ସଢ଼ି ମନଟା ପିତା ହୋଇ ଯାଇଛି। ଟିକକରେ ସେ ପାଚଲା ହୋଇଯାଏ। ଖୁସି ମନରେ ଖାଆନ୍ତୁ। ଏଇ ଖାଇବାପଦାର୍ଥରେ ଆନନ୍ଦ ପାଇବେ ବୁଝି ପାରୁଛନ୍ତି ତ? -ହଁ। -ବୁଝିଗଲେ ସବୁ? କିଛି ବୁଝି ନାହାନ୍ତି। ମଣିଷ ଯେତେବେଳେ କଥାଟା ପୂରା କରି ବୁଝିଯାଏ ସେତେବେଳେ କେଉଁ କଥାରେ ବି ହଁ-ଭରିପାରେ ନାହିଁ। ଏଇ ଦୁନିଆଟା ଅଛିଣ୍ଡା ଅଙ୍କର ମାଳା। ଠିକ୍ ଠିକ୍ ଠକ୍ କିନା ଛିଣ୍ଡିବା କଥା ମଣିଷର ସମାଜରେ ନଥାଏ। ମଣିଷର ସମାଜଟା ଧୋକାବାଜି ଦଗଲ-ବାଜିରେ ଗଢ଼ା। ସେଥିପାଇଁ ଭୋଗ କରିବା ପାଇଁ ବେଶି ବୁଦ୍ଧି ଦରକାର। ମାଡ଼ ଖାଇବା ପାଇଁ କି ଦୁଃଖ ସହିବା ପାଇଁ ଓଲାମି ଯଥେଷ୍ଟ। -ହଁ। -କ'ଣ ବୁଝିପାରିଲ? ନିଜେ ଏତେ ଦୁଃଖ ସହି ଆଉ ପାଠପଢ଼ି ଭଲ ପଢ଼ିଲେ ବୋଲି ଆପଣଙ୍କର ଅଧ୍ୟକ୍ଷଙ୍କର ସୁପାରିସ ନେଇ ଆସିଲେ। କାହିଁ କେଉଁଠି କାହାର ଅକ୍ଷର ବଙ୍କାକରି ପାରିଲେ ନାହିଁ-କାହିଁକି? -ବଳ ବୁଦ୍ଧି ଆଉ ସଜ ଦରକାର। -ନା, ଦରକାର ହୁଏ ସାହସ। ମଣିଷ ଯେଉଁ ଟିକକ ପାଇଛି ସେତକ। ନେଇ ଲୁଚେଇ ରଖିବାକୁ ଇଛା କରୁଥିବା ଯାଏ ସେ କେବେହେଲେ ନିଜର ଦୁଃଖ-କଷ୍ଟ ପାଇଁ ପ୍ରତିବାଦ କରିପାରେ ନାହିଁ। ଛୋଟା କେମ୍ପା ଅନ୍ଧଙ୍କ ପରି ଖାଲି ହନ୍ତସନ୍ତ ହୋଇ ବାହୁନୁଥାଏ। ତମେ ବି କ'ଣ କରନ୍ତ? ମୁଁ ବା କ'ଣ କରିଥିଲି? -କେହି କିଛି କରିପାରନ୍ତି ନାହିଁ ସୁବିଧା ନ ଆସିବା ଯାଏ। -ତାହାହେଲେ ଆମେ ସମସ୍ତେ ବହୁତ ପ୍ରକାରର ବୁକୁଫଟା ଚିତ୍କାରର ମାଳା। ସେଥିପାଇଁ ସମସ୍ତେ ଲାଗିଛୁ ନିଜର କାନ୍ଦଣା ବନ୍ଦ କରିବାକୁ। -ଭଲ ପାଠ ପଢ଼ା? କ'ଣ ସବୁ ପଢ଼ିବାର ବରାଦ ଥିଲା? -କିଛି ଇଂରାଜୀ-ସଂସ୍କୃତ-ସାଧାରଣ ଜ୍ଞାନ। ଆଉ କଥା ଥିଲା ଯେ ସେ ଇଂରାଜୀ ଖବର କାଗଜ ଓ ପତ୍ରିକା ପଢ଼ିବା କଥା। -ପଢ଼ା କାହିଁ? ଇଏ ତ ଶୁଣାଯାଉଛି ନାଟକର ଅଭିନୟ। ସତେ ଯେପରି ସେ ଟଙ୍କା ବହିନା କରି ଲୋକଟିଏ ମଗାଇ ନେଇଥିଲେ ଏହିସବୁ କହିବାକୁ ଓ କୁହାଇବାକୁ। -ସେଇଆ ମନେ ହେଲା ପ୍ରଥମରେ। -ଶେଷକୁ। -ସେହିଦିନ ମାନମୟୀ କହିଥିଲେ ତାଙ୍କର ବରାଦ। ଗପସପ ହେଇଗଲା ବେଶ୍। ଦିହେଁ ଦିହିଁଙ୍କ ପାଖରେ ଯେତିକି ସମ୍ଭବ ସ୍ୱାଧୀନ ହେଇଗଲେ। ଏଣିକି କାମ ନ ହେଲେ ବାବୁ ଭାବିବେ ଯେ ଖିଆଲଟାଏ ପରି ଆମେ ପାଠପଢ଼ାର ବାହାନା ଧରିଛୁ। -ବାବୁ କ'ଣ ପଚାରୁଥିଲେ କି? -ପଚାରିବେ ନାହିଁ? ସେ ଲୋକ ବାଛିଲେ। ବରାଦ ଦେଲେ। ମିସ୍ତ୍ରୀ ମୂଲିଆ ଆସି ଘରକାମ କରୁଛି ନା ଗପୁଛି ସେତକ ବୁଝିବା ଭୁଲ କ'ଣ? ଭଜକୃଷ୍ଣଙ୍କୁ ଭୟ ହେଲା। -ସତେ ତ ପଢ଼ାଇବା କାମ ଭିତରେ ସେ କ'ଣ କରୁଛି? ଅତ୍ୟନ୍ତ ଅନ୍ୟାୟର କଥା। ସେ ପଚାରିଥିଲା-କି ବହି?